କ୍ରୀତଦାସ ଆନ୍ଦ୍ରୋକ୍ଳିସ; ସେ ଲୁଚି ପଳାଇ ଯାଇଥିଲା। ନିୟମ ଅନୁସାରେ ତାକୁ ମାରିଦେବାର କଥା। ରାଜା ଆଦେଶ ଦେଲେ, ''ଆନ୍ଦ୍ରୋକ୍ଳିସକୁ ସିଂହ ପିଞ୍ଜରାକୁ ପକାଇଦିଅ। ସିଂହ ତାକୁ କାମୁଡ଼ି ଖାଇଯିବ। ଜୀଅନ୍ତା ମଣିଷକୁ ସିଂହ ଖାଇବ, ସେ କିପରି ଛଟପଟ ହେବ-ତାହା ଦେଖିବା। ଏହିପରି ଛଟପଟ ହେବା ଦେଖିଲେ, ଚାକରମାନେ ଆଉ ଖାମିନ୍ଦ ଘର ଛାଡ଼ି ଲୁଚି ପଳାଇଯିବେ ନାହିଁ। '' ତାହା ହିଁ ହେଲା; ଗୋଟାଏ ଦିନ ଠିକ୍ କରାଗଲା। ଚାରିଆଡ଼େ ଡେଙ୍ଗୁରା ଦିଆଯାଇଥିବାରୁ ବହୁତ ଲୋକ ମଜା ଦେଖିବାକୁ ଆସି ରୁଣ୍ଡ ହେଲେ। ଠିକ୍ ସମୟରେ ରାଜା, ମନ୍ତ୍ରୀ ଓ ତାଙ୍କର ପାଖଲୋକ ଆସିଲେ। ଦୁଇ ଜଣ ଲୋକ ଆନ୍ଦ୍ରୋକ୍ଳିସର ହାତଗୋଡ଼ ବାନ୍ଧି ସେଠାକୁ ଆଣିଲେ। ମଝିରେ ଆସି ସିଂହ ପିଞ୍ଜରା ରଖାହେଲା। ସେତେବେଳକୁ ଦୁଇ ଦିନ ହେଲା ସିଂହକୁ ଖାଇବାକୁ ଦିଆଯାଇ ନ ଥାଏ। ଖୁବ୍ ଭୋକ କରୁଥିବାବେଳେ ଆନ୍ଦ୍ରୋକ୍ଳିସ୍କୁ ତା' ପାଖକୁ ଛାଡ଼ିଦିଆଯିବ ବୋଲି କଥା ହୋଇଥାଏ। ପିଞ୍ଜରା ଚାରିଆଡ଼େ ଲୋକ ରୁଣ୍ଡ ହୋଇଛନ୍ତି। ଗୋଟାଏ ମଣିଷକୁ ସିଂହ ଖାଇବ; କେଉଁ ଜାଗା ଆଗ କାମୁଡ଼ିବ, ମଣିଷ କ'ଣ କରିବ-ଏ କଉତୁକ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି-। ସେହି ସମୟରେ ପିଞ୍ଜରାର କବାଟ ଫିଟିଲା। ଆନ୍ଦ୍ରୋକ୍ଲିସର ହାତଗୋଡ଼ର ବନ୍ଧନ ଫିଟାଇ ତାକୁ ପିଞ୍ଜରା ଭିତରକୁ ଠେଲି ଦିଆଗଲା। ପୁଣି କବାଟ ବନ୍ଦ ହୋଇଗଲା। ଦୁଇ ଦିନ ଉପାସରେ ସିଂହ ତାତି ରହିଥିଲା। ସେଥିରେ ପୁଣି ସେ ଦେଖୁଛି, ତା' ଚାରିପାଖରେ ଅସଂଖ୍ୟ ମଣିଷ; ଅଥଚ ଗୋଟିକୁ ହେଲେ ସେ ଖାଇପାରୁ ନାହିଁ। ରାଗରେ ତା' ଦେହ ଜଳୁଥାଏ। ବେକର କେଶରକୁ ଫୁଲାଇଦେଇ ସେ ଗର୍ଜନ ଛାଡ଼ୁଥାଏ। ଥରକୁ ଥର ଜିଭରେ ଓଠକୁ ଚାଟି ପକାଉଥାଏ। ଆନ୍ଦ୍ରୋକ୍ଳିସର ସେତେବେଳକୁ ଦେହରେ ଚେତା ନ ଥାଏ। ଆଗରେ ସାକ୍ଷାତ୍ ଯମ-ହିଂସ୍ର ପ୍ରାଣୀ ସିଂହ। ଏହି ମୁହୂର୍ତ୍ତରେ ତାକୁ ଟିକିଟିକି କରି ଖାଇଯିବ। ଯେଉଁ କଲବଲ ସେ କରିବ-ସେହି ଭୟରେ ଆନ୍ଦ୍ରୋକ୍ଳିସର ରକ୍ତ ଶୁଖି ଯାଉଥାଏ; ଆଖି ବୁଜିହୋଇ ପଡ଼ୁଥାଏ। ସିଂହ ଗୋଟାଏ ବଡ଼ ଗର୍ଜନ କରି କୁଦିପଡ଼ିଲା। ଭୟରେ ଲୋକଙ୍କ ଆଖିପତା ପଡ଼ିଗଲା। ମୁହୂର୍ତ୍ତକ ପରେ ସମସ୍ତେ ଆଖି ଫିଟାଇଲେ, ତାଙ୍କ ମଜାଦେଖା ବଦଳିଗଲା। ସମସ୍ତେ ଦେଖିଲେ, ଆନ୍ଦ୍ରୋକ୍ଳିସ ତଳେ ପଡ଼ି ଗୋଟାସୁଦ୍ଧା ଥରୁଛି; ସିଂହ ତାକୁ ଦାନ୍ତରେ କାମୁଡ଼ି ଟିକ୍ଟିକ୍ କରି ପକାଇବ କଅଣ, ଓଲଟି ତା' ଦେହଯାକ ଚାଟୁଛି। ଆଗରେ ସେ ଭୟଙ୍କର ମୂର୍ତ୍ତି ଆଉ ନାହିଁ। ସିଂହକୁ ରଗାଇବା ପାଇଁ ଲୋକେ ପିଞ୍ଜରାରେ ବାଡ଼ି ପୂରାଇ ତାକୁ କେତେ କେଞ୍ଚିଲେ, କେତେ ଢେଲା ମାଇଲେ; ମାତ୍ର କିଛି ହେଲା ନାହିଁ। ଆନ୍ଦ୍ରୋକ୍ଳିସ ମଧ୍ୟ କିଛି ସମୟ ପଡ଼ି ରହି ଉଠି ବସିଲା। ସେ ସାହସ ବାନ୍ଧି ସିଂହ ଆଡ଼କୁ ଭଲକରି ଚାହିଁଲା। ସେତେବେଳେ ଜାଣିପାରିଲା ଯେ, ବଣରେ ଯେଉଁ ସିଂହ ଗୋଡ଼ରୁ ସେ କଣ୍ଟା କାଢ଼ି ଦେଇଥିଲା, ଏ ସେହି ସିଂହ। ସିଂହ ତା'ର ଉପକାରୀ ବନ୍ଧୁକୁ ଆଗରୁ ଚିହ୍ନିପାରିଥିଲା; ତେଣୁ ତା'ର କିଛି ହେଲେ କ୍ଷତି କଲା ନାହିଁ। ଆଫ୍ରିକା ଜଙ୍ଗଲରେ ନାନାପ୍ରକାରର ଜୀବଜନ୍ତୁ ଥାଆନ୍ତି। ସେମାନଙ୍କୁ ଶିକାର କରିବାପାଇଁ ବହୁଆଡ଼ୁ ଅନେକଲୋକ ଆସନ୍ତି; ବର୍ଷବର୍ଷ ଧରି ଆଫ୍ରିକାର ବଣ ଜଙ୍ଗଲରେ ରହନ୍ତି। ଥରେ ଜଣେ ସାହେବ ଶିକାର କରିବାକୁ ଆଫ୍ରିକା ଜଙ୍ଗଲ ଭିତରେ ପଶିଲେ। ତାଙ୍କ ସାଙ୍ଗରେ ତିନି ଚାରି ଜଣ ଚାକର ଓ ଦୁଇ ଜଣ ସେହି ଦେଶର ନିଗ୍ରୋ ଲୋକ ଥାଆନ୍ତି। ଗୋଟାଏ ବଡ଼ ପୋଷା କୁକୁର ମଧ୍ୟ ତାଙ୍କ ସାଙ୍ଗେ ସାଙ୍ଗେ ଥାଏ। ମାସକ ପାଇଁ ଖାଇବା ଜିନିଷ, ପାଣି, ଲୁଗାପଟା, ତମ୍ବୁ ଓ ହାତହତିଆର ସେମାନଙ୍କ ପାଖରେ ରହିଥାଏ। ସେ ସାହେବ କିପରି ସିଂହ ମୁହଁରୁ ରକ୍ଷା ପାଇଥିଲେ, ତାହା ତାଙ୍କ ଜୀବନ ଚରିତରେ ଲେଖିଯାଇଛନ୍ତି। ସେ ଲେଖିଛନ୍ତି- ''ପ୍ରଥମ ଦିନ ଆମ ଦଳ ବେଶ୍ ଫୁର୍ତ୍ତିରେ ବଣ ଭିତରେ ପଶିଲୁ। ଦୁଇ ଜଣ ତ ବଣୁଆ ଲୋକ ସାଙ୍ଗରେ ଥାଆନ୍ତି; ସେମାନେ ବାଟ କଢ଼ାଇ ନେଉଥାଆନ୍ତି। 'ବାଘା' କୁକୁର ମଧ୍ୟ ଆମ ଆଗେ ଆଗେ ଚାଲିଥାଏ। ଦିନଯାକ ବାଟ ଚାଲିଚାଲି ପ୍ରାୟ ପନ୍ଦର ମାଇଲ ଭିତରକୁ ପଶିଲୁ। ସନ୍ଧ୍ୟା ହେଲା-ରାତିରେ ବାଟ ଦିଶିବ ନାହିଁ, ବାଟ ଚାଲିବା ମଧ୍ୟ ନିରାପଦ ନୁହେଁ; ତେଣୁ ଗୋଟିଏ ପାହାଡ଼ ଉପରକୁ ଉଠି ସେଠାରେ ତମ୍ବୁ ପକାଇଲୁ। ପାହାଡ଼ ଉପରେ ଗଛଲତା କିଛି ନ ଥାଏ; ଚାରିଆଡ଼ ପରିଷ୍କାର। ତା'ର ଦୁଇ ପାଖରେ ପ୍ରାୟ ମାଇଲିଏ ଅନ୍ତରରେ ଆଉ ଦୁଇଟି ସେହିପରି ପାହ।